ଜିଭରୁ ଥପ୍ ଥପ୍ ଲାଳ ଗଡ଼ୁଛି। ଏଇ ଲୋକହସା ପଣ, ଏଇ ଲାଳସା ଦେଖି ତ ବାବାଙ୍କ ପାଖରେ ସେ ଏଡ଼େ ଅସମ୍ଭବ ଗୁହାରି କରି ବସିଲେ। ଜୀବନର ତିନି ପା, ପାର ଉତ୍ତାର ହେଲା ବେଳକୁ କାହିଁକି ଭଲା ସେ ପଛକୁ ପାଦ ବଢ଼ାଇ ଥା'ନ୍ତେ? ଖାଲି ସିନା ତାଙ୍କ ଆଇଁଷିଣିଆ ପ୍ରକୃତି ଯୋଗେ! ପଛ ଜୀବନର କାହାଣୀ ମନେପଡ଼େ–କେଡ଼େ ରୂପବତୀ କେଡ଼େ ସ୍ୱାସ୍ଥ୍ୟବତୀ ନ ଥିଲେ ସେ। ବିକଷିତ ହେମ ଭଳି ଦେହର ବର୍ଣ୍ଣ ହୈମବତୀ ନାଁକୁ ସାର୍ଥକ କରିଥିଲା। ଜୀବନର ପ୍ରଥମ ଫଗୁଣ କିନ୍ତୁ ବିଫଳରେ ଝରିଗଲା। ଶାଶୁ ଶଶୁରଙ୍କ ଆକଟରେ ସେ ରହିଗଲେ, ଗାଁର ଈଶାଣକୋଣ ଅନ୍ଧକାର ଭିତରେ। ଏଣେ, ୟେ ସହରର ଆଖି ଝଲସା ଆଲୁଅରେ ଲୋଡ଼ି ବସିଲେ ରୂପରୁ ରୂପ, ଉଡ଼ି ବୁଲିଲେ ଫୁଲରୁ ଫୁଲ। ସେହି ଆଦତ୍ ରହିଗଲା। ଆଶକ୍ତି ଏକମୁଖୀ ହେଲା ନାହିଁ। ମନ ଆବୋରି ଧରିଲା ନାହିଁ, ପ୍ରାଣ ଫେଣ୍ଟି ହୋଇଗଲା ନାହିଁ, ଆତ୍ମା ଏକୀଭୂତ ହେଲା ନାହିଁ। ପୁଅଝିଅ, ଘରସଂସାର, ଟଙ୍କା ପଇସା ସବୁ ହେଲା। ସବୁ ହେଲା ଭିତରେ କିନ୍ତୁ ଫୁଟି ଦିଶିଲା ଏଇ ନହେଲା ତକ ବାରି ହୋଇ ପଡ଼ିଲା ଶୁଷ୍କ ଶୂନ୍ୟତା। ସେ'ତ ମୂଳରୁ ମରୀଚିକା ପଛରେ ଧାଉଁଥିଲେ। ଧାଉଁଥିଲେ ଅଜଣାରେ, ଅନ୍ଧ ଭାବରେ, ଏବେ କିନ୍ତୁ ଧାଉଁଛନ୍ତି ଜାଣିଶୁଣି ଦେଖି ଚାହିଁ। ହେମବତୀଙ୍କ ପାଇଁ ଏ କ'ଣ କମ୍ ଅପମାନ୍, କମ୍ ଲାଞ୍ଛନା? ସେ ଭାବିଥିଲେ ନିଜ ଜୀବନର ବ୍ୟର୍ଥତା ପିଲାମାନଙ୍କ ଜୀବନ ଭିତରେ ସାର୍ଥକ ହୋଇ ଉଠିବ, ସବୁ ଅପୂର୍ଣ୍ଣତା ପୂର୍ଣ୍ଣ ହେବ। ସବୁ ଠକାମି... ନିଜ ସଙ୍ଗେ, ନିଜର ପ୍ରତାରଣା, ତୁଚ୍ଛା ମିଛ ସାନ୍ତ୍ୱନା ସେଗୁଡ଼ା। ପୁଅଝିଅ ବାହାଚୋରା ହେଲେ, ସାନପୁଅ କଲେଜରୁ ଗ୍ରାଜୁଏଟ୍ ହୋଇ ବାହାରିଲା। କ'ଣ ହୋଇଗଲା ତାଙ୍କର? କ'ଣ ବା ହୋଇଗଲା ଏ ସଂସାରରେ ଚିହ୍ନା ଅଚିହ୍ନା ଆଉ ପାଞ୍ଚଜଣଙ୍କର? ଏକାଠି ଖାଉଛନ୍ତି, ବସୁଛନ୍ତି, ଶୋଉଛନ୍ତି, ହସୁଛନ୍ତି ଅଥଚ କେହି ପୁଣି ଏଠି କାହାର ନୁହଁନ୍ତି। ସମସ୍ତେ କେବଳ ନିଜର, ଏକାନ୍ତ ନିଜର। ନିଜ ଖୋଷାଟି ଭିତରେ ନିଜେ ନିଜେ ପୂର୍ଣ୍ଣ ହୋଇଉଠେ। ଗଢ଼ି ଉଠେ ପ୍ରଜାପତିଟିଏ– ସ୍ୱାତନ୍ତ୍ର୍ୟ ନେଇ, ସୌନ୍ଦର୍ଯ୍ୟ ନେଇ। ବାବା ତ ସେଇ କଥାଟିକି ଥରକୁ ଥର ବୁଝାଇ କହୁଥିଲେ, ''ସ୍ୱାମୀପାଇଁ ମାଆ ତୁ ଏତେ ବ୍ୟସ୍ତ ବିବ୍ରତ ହୁଅନା। ଦି'ଖଣ୍ଡ କାଠି ସୁଅ-ତୋଡ଼ରେ ଭାସି ଭାସି ଆସି ଯୋଡ଼ି ହୋଇଯାଇଛି। ପୁଣି କିଏ କେଉଁଆଡ଼େ ଭାସିଯିବ, ଗୋଟି ଗୋଟିକିଆ ହୋଇ, ଛଡ଼ାଛଡ଼ି ହୋଇ। ହୈମବତୀଙ୍କ ମନ ମାନେ ନାହିଁ। ଖାଲି ଭାଗ୍ୟର ସୁଅରେ ଭାସି ଆସି ଏକାଠି ଲାଖିଗଲେ! ଆହା ଆହା ସେଥିରେ ସମର୍ପଣର କେତେ ଆକୁତି, ଆଦାନର କେତେ ଆବେଦନ, ପୁଣି ପ୍ରଦାନର କେତେ ବ୍ୟଞ୍ଜନା ଭରି ରିହିଥିଲା! କେତେ ବିଶ୍ୱାସ ଥିଲା ସେ ମିଳନର କମ୍ପାନାନୁଭୂତିରେ! ସୁର ବାପା ନ ରଖିଲେ ନାହିଁ ପଛେ ହୈମବତୀ ସେ ବିଶ୍ୱାସର ମର୍ଯ୍ୟାଦା ରଖିବେ, ତାଙ୍କୁ ଏଇଠି ଛାଡ଼ିଦେଇ ପଳାଇବେ ନାହିଁ। ବରଂ ପାଖକୁ ପାଖ ଲାଗିଯାଇ ହାତ ମୁଠେଇ ଧରିବେ-। ବାବାଙ୍କ ଅନିଚ୍ଛାସତ୍ତ୍ୱେ ଚେର ଖଣ୍ଡିକ ସେ ଆଣିଛନ୍ତି–ଶୋଇବା ଆଗରୁ ବାଟି ପିଇଦେଇ ଶୋଇପଡ଼ିବେ। କାଲି ସକାଳୁ ଉଠିବେ ତାଙ୍କ ମନୋମୟୀ ମୂର୍ତ୍ତି ଘେନି। ତେଣିକି ଯାହା ହେବାର ହେଉ। ହୈମବତୀଙ୍କ ପାଇଁ ସେ ସକାଳ ଥିଲା ଏକ ବିସ୍ମୟଜଡ଼ିତ ରୋମାଞ୍ଚପୂର୍ଣ୍ଣ ଆବେଗ ଚଞ୍ଚଳ ଉଲ୍ଲସିତ ସକାଳ। ଠିକ୍ ଖଟ ଉପରୁ ଉଠିପଡ଼ିଲା ମାତ୍ରେ ଆଲମିରାରେ ଖଞ୍ଜା ହୋଇଥିବା ବଡ଼ ଦର୍ପଣରେ ପ୍ରତିଫଳିତ ହେଲା ହୈମବତୀଙ୍କର ପୂର୍ଣ୍ଣାବୟବ ପ୍ରତିବିମ୍ୱ ନିଜେ ସେ ଚମକି ପଡ଼ିଲେ। କିଏ... କିଏ ୟେ? ତାଙ୍କ ଝିଅ, ତାଙ୍କ ବୋହୂ, ତାଙ୍କ ଦେଖାନ୍ତରେ ଯେତେ ତନ୍ୱୀ ତରୁଣୀ, କେହି କ'ଣ ସମକକ୍ଷ ହେବେ ଏ ରୂପ ସମ୍ପଦର? ଆଃ ହରାନିଧି ଫେରି ପାଇବାରେ କେତେ ଆନନ୍ଦ, ପୁଣି କେତେ ସେ ବେଦନା! ବଡ଼ବୋହୂ ତାଙ୍କୁ ଡାକିବାକୁ ଆସୁଥିଲା। ଚେର ଖଣ୍ଡଟାରେ ସାମାନ୍ୟ ନିଶା ଥିଲା ବୋଧେ। ଟିକେ ବେଶି ବେଳ ଶୋଇ ପଡ଼ିଛନ୍ତି ସେ। ତେଣେ ସଂସାର ଚକ ଅଚଳ ହେବାକୁ ବସିଲାଣି। ଚାଲ ଲୋ ମା, ଚାଲ୍। ଏଥର ଠିକ୍ ଠିକ୍ ଚକ ଘୂରିବ ଯେ, ପଟୁ ମନ, ସୁଦୀର୍ଘ ଅଭିଜ୍ଞତା ସାଙ୍ଗକୁ ସୁସ୍ଥ ସୁନ୍ଦର ଦେହ। ''ୟେ ମା! ତମେ, ତମେ କିଏ ବୋଉ କାହାନ୍ତି? '' ବଡ଼ ବୋହୂର ବିସ୍ମୟ ଦେଖି ହସି ପକେଇଲେ ହୈମବତୀ।